ଗାଡ଼ି ଆସିବା ଦିଗଟା ବୁଝିନେଇ ସେହି ଆଡ଼କୁ ଅନେଇ ରହିଲା ରୂପେଇ। ଆନନ୍ଦରେ ଆଖି ତାର ପାଣିରେ ପୂରିଗଲା। ମାଣିକ ଆସିବ କି ନାଇଁ ଆଶାନିରାଶାର ସନ୍ଦେହ ଦୋଳିରେ ଘଣ୍ଟାର ପେଣ୍ଡୁଲମ୍ ଭଳି ମନ ତାର ଝୁଲୁଥାଏ। କଲିକତା ଗାଡ଼ିର ହୁଇସିଲ ଶୁଣାଗଲା। ଆଗେ ଅଳପ, ତା' ପରେ ଆଉ ଟିକେ, ଶେଷରେ ମସ୍ତବଡ଼ ଗୋଟିଏ ଅସୁର ଭଳି ଟ୍ରେନଟା ନଡ଼ିଆ ବଣ ଭିତର ଦେଇ ଷ୍ଟେସନ ଗୋଟାକଯାକ ମାଡ଼ି ବସିଲା। ପୁଣି ଲୋକମାନଙ୍କର ତୁଣ୍ଡଗୋଳ, କୁଲିଗୁଡ଼ାଙ୍କର ଚିତ୍କାର–ଗାଡ଼ିର କବାଟ ବନ୍ଦ କରିବାର ଦୁମ୍ଦାମ୍ ଶବ୍ଦ। ଲୋକମାନଙ୍କର ମାଲ ଘେନି ଧାଁ ଧପଡ଼। ଫେରିବାଲାଙ୍କର ବିକଟ ଚିତ୍କାର, ସବୁ ମିଶି ଷ୍ଟେସନଟା ଯେମିତି ନରକର ପାଖାପାଖି ହୋଇଗଲା-। ରୂପେଇ ତାରି ଭିତରେ ସରଗର ସପନ ଦେଖି ଚାଲିଚି। ଠେଲା ଠେଲି କରି ଏପାଖରୁ ସେ ପାଖ ଯାଏ ସବୁ ଖୋଜିଲା। ଅନେକ ବାଟ ଚାଲି ଚାଲି ତାକୁ ଝୋଲା ମାରି ଯାଉଚି, ଥଣ୍ଡାରେ ଗୋଡ଼ ତା'ର କାଲ ମାରି ଯାଉଚି। ତଥାପି ସେ ଖୋଜୁଚି। ହଉ ଟିକେ କଷ୍ଟ। ପନ୍ଦର ବର୍ଷ ପରେ ମାଣିକ ତାର ଫେରୁଚି। ପୁଅକୁ କାଲି ଗାଁରେ ଦେଖି ଲୋକ ଥାଟପତ୍ର ଭାଙ୍ଗିବେ। ତାରି ପୁଅ–ତାରି ମାଣିକ, ରଜା ଗୋଟାକର ଧନ ଘେନି ଫେରୁଚି! ଭାବୁ ଭାବୁ ରୂପେଇର ଛାତି କୁଣ୍ଢେମୋଟ ହୋଇଗଲା। ମୁଣ୍ଡରେ ବେଣ୍ଟି, ଗାଲରେ ଗାଲେ ପାନ, ଅଧା ହାତବାଲା ବୋତାମ ଲଗା ଜାକିଟି ଖଣ୍ଡେ ଦିହରେ, ଖାଇବି ହାତ ବାହାରେ ମାଳେ ଡେଉଁରିଆ ଆଉ କାନ୍ଧରେ ଖଣ୍ଡେ ପୋଇଗୁଳିଆ ନାଲି କଲିକତି ଗାମୁଛା ପକେଇ ଅଧା କି ତିନିପା ବୟସର ଜଣେ ମରଦ ଗାଡ଼ିରୁ ଓହ୍ଲେଇ ଷ୍ଟେସନକୁ ଚଞ୍ଚଳ ଯାଉଁ ଯାଉଁ ହଠାତ୍ ରୂପେଇ ସହିତ ଗୋଟା ଢ଼ୁ ଖାଇଗଲା। ବୁଢ଼ୀ ବିଚାରୀ ପଡ଼ିଯିବା ଉପରେ, ଏତିକିବେଳେ ଲୋକଟି ତାକୁ ଧରି ପକେଇ, ହଠାତ୍ ଆବାକାବା ହୋଇ ଛିଡ଼ା ହେଇଗଲା। –କିଏ ମଣି ମା'? ମଣି ମା'? ରୂପେଇ ତାକୁ ବଲବଲ କରି ଅନେଇଲା, ସତେ ଯେମିତି ତାକୁ ଜମା ଚିହ୍ନେନା। ଚିହ୍ନି ପାରୁନା ମତେ ମଣି ବୋଉ? ମୁଁ ପରା ପରଭା, ମଝିପଡ଼ା ପରଭା। ମୁଁ ପରା କଲିକତାରୁ ଆଇଲି। ଅନେକ ଦିନ ପରେ ଜନମ ଥାନଟା ଦେଖିଯିବା ନାଗି ମନଟା କଣ ହେଇଗଲା। ହଠାତ୍ କହିଲା ରୂପେଇ–ଆଉ ମୋ ମାଣିକ? କୁଆଡ଼େ ଗଲା ସିଏ। ଗାଡ଼ିରେ କଣ ଏତେବେଳେ ଯାଏ ବଇଚି? ପରଭା ମୁହଁରୁ କଣ ଗୋଟିଏ ଶବ୍ଦ ବାହାରିଲା–ତା' ଜମା ବାରି ହେଲାନି। ଟିକିଏ ପରେ ପରଭା ପୁଣି କହିଲା–ଆସ, ପାନ ଖାଇବା ଆସ –ହଁ, ଖାଇବି, ତୁ ଆଗେ ପୁଅକୁ ଘିତି ଆସିବୁ ଯା' ମୁଁ ଏଇଠି ଠିଆ ହେଇଚି। ମୁଁ ଟେସନକୁ ଆଇଚି ବୋଲି ସେ ଜାଣି ନେଇନା କଣ। ଯା, ଡେରି କରନା ପରଭା ପରଭା ଟିକେ ଦୋ ଦୋ ପାଞ୍ଚ ହେଲା। ନାଲି ଗାମୁଛା ଖଣ୍ଡକରେ ମୁହଁଟା ଥରେ ପୋଛିନେଇ ଭାବଟା ଲୁଚେଇବାକୁ ଚେଷ୍ଟା କଲା। ରୂପେଇ ଯେତେବେଳେ ତା' ମୁହଁକୁ ପୁଣି ଅନେଇଲା, ସେତେବେଳେ ପରଭା ଦି' ହାତରେ ବୁଢ଼ୀକି ଜାକି ଧରି ତା'ର ଉତ୍ସୁକ ମୁହଁକୁ ଅନେଇ ଅନେଇ କହିଲା–ମଣି ବୋଉ, ମଣି ବୋଉ, ଛାତି ମୋର ଫାଟି ଯାଉଚି। ଦିନେ ନା ଦିନେ ହେଲେ ତମେ ଜାଣନ୍ତ। ତମର ରଜାଲାଖି ପୁଅ ମାଣିକ ଆଉ ନାଇଁ। କଲିକତାର ମଶାଣିରେ ତାକୁ ଛାଡ଼ି ଦେଇ ଆଇଲୁ। ବୁଢ଼ୀ ରୂପେଇର ଆଖି ଖରାଦିନର ନଈବାଲି ପରି ଶୁଖିଲା। କାନ୍ଦର ସ୍ଵରଟିଏ ହେଲେ କଣ୍ଠରୁ ତା'ର ବାହାରିଲା ନାହିଁ। ଦିହର ଲୁଗାଟାକୁ ଭଲକରି ଟିକେ ସଜାଡ଼ି ଦେଲା, ଜଳଖିଆ ପାଚିଆଟାକୁ ହାତରେ 'ଓହଳେଇ, ମୁହଁକୁ ତଳକୁ ପୋତି ଷ୍ଟେସନରୁ ଡଗଡଗ ହେଇ ବାହାରିଗଲା-।... ପରଭାର ଇଚ୍ଛା ହେଉଥାଏ ତା' ପଛରେ ଯାଇଁ ସାଙ୍ଗରେ ଧରି ତାକୁ ଘରକୁ ନେଇ ଯିବାକୁ। କିନ୍ତୁ ତେଣେ ଗାଡ଼ିରେ ତା'ର ଜିନିଷପତ୍ର ଅଛି। ଭାବିଲା, ଜିନିଷ ଓହ୍ଲେଇ, ବାଟରେ ଯାଇଁ ତାକୁ ଭେଟି ହବ। ରୂପେଇ ଚାଲୁଥାଏ। କେଉଁ ଆଡ଼କୁ ତା'ର ନଜର ନାହିଁ। କାହିଁରେ ତାର ମନ ନାହିଁ। ଯେମିତି ଚାଲିବା ଛଡ଼ା ଆଉ କିଛି କର୍ତ୍ତବ୍ୟ ତା' ଆଗରେ ନାହିଁ। ସେ ଯେତେ ଯାଉଥାଏ ଷ୍ଟେସନର ଆଲୁଅ, ମଣିଷଙ୍କର ପାଟି ସେତେ ତା'ର ପଛରେ ପଡ଼ୁଥାଏ। କେତେଟା ଶୁଖିଲା ଥୁଣ୍ଟାଗଛ ପାଦକୁ ତାର ଖଣ୍ଡିଆ କରି ଦେଲା, ତେଣିକି ତା'ର ନଜର ନାହିଁ।